କିନ୍ତୁ ରୁଦ୍ରକାୟ-ମହିମାମୟ ଶୈଳରାଜି ପାଖରେ ମୁଁ ଯେ ଧୂଳିଠୁ ଛୋଟ! ଗୋଟିଏ ବିନ୍ଦୁ ହୋଇ ମୁଁ ଠିଆ ହୋଇଛି ଏହି ବିଶାଳକାୟ ବୃତ୍ତ ପାଖରେ। ସିରିସିରି ପବନ ବହୁଚି, ଶୀତଳ ପବନ, ଦେହ କମ୍ପିଯାଉଛି–ତଥାପି ପର୍ବତାରୋହଣ କ୍ଲାନ୍ତିର ଉଷ୍ଣତା ଯୋଗୁଁ ବିଶେଷ ଥଣ୍ଡା ବୋଧ ହେଉ ନାହିଁ। ଏଇଠି ବି ନିର୍ଝରଣୀ ପଥର ଦେଇ ବହି ଚାଲିଚି। ଗିରିନଦୀର ପ୍ରାଣଧାରା ଶୁଖିଆସିଚି-। ପଥରରୁ ଝରିପଡ଼ିଚି ଶୈବାଳ। ନିଃଶ୍ୱାସ ନେଉଛି ସର୍ବଗ୍ରାସୀ ମହାପ୍ରାଚୀର। ଏ ପାଖେ ସେପାଖେ ଦୃଷ୍ଟି ନିକ୍ଷେପ କରି ମୁଁ ଚାଲିଚି। ମୋର ସମସ୍ତ ସତ୍ତା, ଏକାଗ୍ର ହୋଇ ଗ୍ରହଣ କରି ନେଉଛି ପ୍ରତି ଗ୍ରାନାଇଟ ପଥର, ପ୍ରତି ଆର୍କିଡ଼ର ଚାରା, ପ୍ରତି ପୁଷ୍ପର ସ୍ତବକ, ପ୍ରତି ନିକୁଞ୍ଜର କୁସୁମଲତା। ଏସବୁ ତ ଆମର ଘର ପାଖରେ ଦେଖିଚି। ସମସ୍ତେ ମୋର ସୁପରିଚିତ। କିନ୍ତୁ ସମସ୍ତ ପରିଚୟ ବାହାରେ ମନେ ହେଉଛି ଏମାନେ ଚିରକାଳର ଅଚିହ୍ନା। ସ୍ନେହର ବନ୍ଧୁଙ୍କୁ ମୁଁ ନିବିଡ଼ ଭାବରେ ଆଜି ଟାଣି ଟାଣି ନେବାକୁ ଚାହୁଁଚି ଯେପରିକି ସମସ୍ତ ଅନାବିଷ୍କୃତ ପରିଚୟ ସହ ସେ ମୋ ପାଖରେ ଧରା ଦେବେ। କିନ୍ତୁ ଆଲିଙ୍ଗନ ମଧ୍ୟରେ ଯାହା କିଛି ପାଉଛି ତାଠୁ ବେଶୀ ରହିଯାଉଛି ବାହାରେ। ସେଥିପାଇଁ ପ୍ରେମ ହେଉଛି ବଡ଼ ତପସ୍ୟା। ହାତ ବଢ଼େଇଲେ ଯାହା ପାଏନା–ହୃଦୟର ଏ କୂଳ ଯାହାକୁ ଧରି ପାରେନା। ସେହି ଅନାସ୍ୱ ଦିତ ଅଲଭ୍ୟ ଅମୃତ ଲାଭର ଆଶାରେ ପ୍ରେମପୂର୍ଣ୍ଣ ଚକ୍ଷୁରୁ ଲୁହ ଗଡ଼ିଆସେ। ଏସବୁକୁ ବୁକୁ ଉପରକୁ ଦିନେ ଟାଣି ନେଇଛି, କୋଳକୁ ଟାଣି ଆଣି କାନ୍ଦିଚି ବହୁଦିନ। ଏଠୁ ସେଠୁ ଫୁଲ ଫଳ କେତେ ଆଣି ବାଡ଼ିଟିଯାକ ପୂର୍ଣ୍ଣ କରିଚି। ମଣିଷ ଜନ୍ମଜନ୍ମାନ୍ତର ହଜାର ବର୍ଷ ଧରି ଏମିତି ଏମାନଙ୍କୁ ଦେଖି ଆସୁଛି। ଅଗଣ୍ୟ ବଂଶ ପରମ୍ପରା ଓ ମହାକାଳର କଳ୍ପ କଳ୍ପ ଧରି ମଣିଷ ଏହାକୁ ଦେଖି ଆସିଛି ବିବର୍ତ୍ତନବାଦର ମଧ୍ୟ ଦେଇ-। ଆମର ଶିରା ଉପଶିରାରେ ରକ୍ତ ପ୍ରବାହରେ ବହି ଚାଲିଚି ଶତ ସହସ୍ର ଗିରି ନିର୍ଝରଣୀ। ଆମର ଅସ୍ଥି ପିଞ୍ଜରାର ପ୍ରତି ସ୍ତରରେ ସଂଖ୍ୟାତୀତ ଶୀଳାସନରେ ପ୍ରାଚୀନ ମୁନି ଋଷିମାନଙ୍କ ଯୋଗାସନ ପଡ଼ି ରହିଛି ହୃଦୟର ଏକମ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତଯାଏ। ଏପର୍ଯ୍ୟନ୍ତ ଧରି ରଖିଛୁ ଦେବ ସିଂହାସନ ହିମାଳୟର ଶତ ଶତ ଗିରିଶୃଙ୍ଗମାଳା। ଜନ୍ମ ଏବଂ ମୃତ୍ୟୁର ଅଖଣ୍ଡ ଚୈତନ୍ୟ ଏହି ଗିରିଗୁମ୍ପାର ଇତିହାସ ଦେଇ ପୃଥିବୀରେ ପରିବ୍ୟାପ୍ତ ହୋଇ ଉଠିଛି–ଏଇମାନେ ଆମ ମୁହଁରେ ଭାଷା ଦେଉଚନ୍ତି, ଦେହରେ ପ୍ରାଣ ଦେଉଛନ୍ତି। ନିଶିଥ ରାତ୍ରୀର ତାରାରେ ପଠାଇଛନ୍ତି ଆମନ୍ତ୍ରଣ; ହେମନ୍ତର ମଳୟ ଦେହରେ ସୁରଭିଶ୍ୱାସ ବହିଯାଉଛି ସୁଦୂର ବାତାୟନ ପାଖକୁ। ଆନନ୍ଦ-ପାଗଳ ମୁଁ। ଆଜି ଦାର୍ଶନିକ। ଚତୁର୍ବେଦର ପ୍ରତି ଶ୍ଳୋକର ଧାରାକୁ ମୁଁ ଦେଖୁଛି ଅନାଦି, ଅନନ୍ତ, ପ୍ରଶାନ୍ତି ଗିରିଶୃଙ୍ଗରେ। ପ୍ରକୃତରେ ଏହାହିଁ ଦେବତାତ୍ମା ହିମାଳୟ। ସକାଳା ସନ୍ଧ୍ୟା ଦୁଇବେଳା ମଲକୁ ଯାଏ। ମଲ୍ କଥା ବହି ଆରମ୍ଭରୁ କହିଛି। ଧାଡ଼ି ଧାଡ଼ି ସିମେଣ୍ଟ ସିଟ। ସମ୍ମୁଖରେ ଏକ ସ୍ମୃତି ମନ୍ଦିର ଭଳି କ'ଣ ଗୋଟାଏ ଘର। ଏକ ପାଖରେ କେତୋଟି ମନୋହରୀ ଦୋକାନ। ସ୍ମୃତି ମନ୍ଦିର ଦ୍ୱାରଦେଶ ଆଗରେ ଏକ ପ୍ରତିମୂର୍ତ୍ତି ଭାନୁଭକ୍ତ ଆଚାର୍ଯ୍ୟଙ୍କର। ଏ ଅଞ୍ଚଳର ଶ୍ରେଷ୍ଠ କବି ସେ। ନେପାଳ ଭାଷାରେ ମହାପଣ୍ଡିତ। ତାଙ୍କରି କାବ୍ୟ କବିତା ନେପାଳୀ ପରିବାରର ପ୍ରତି ମୁଖରେ ମୁଖରିତ। ବଙ୍ଗଳାର ରବିଠାକୁର, ଓଡ଼ିଶାରେ କବିସୂର୍ଯ୍ୟଙ୍କ ପରି ସେ ଏହି ପ୍ରକୃତି ଦେହରୁ ରସ ଚିପୁଡ଼ି କବିତାର ଚାରିଆଡ଼େ ରସାଣିତ କରିଛନ୍ତି। ଆସ୍ତିକ ସେ। ତାଙ୍କର ପ୍ରତି କବିତାରେ ଫୁଟି ଉଠିଛି ଭଗବତ ପ୍ରୀତି ଓ ଭକ୍ତି। ଖଣ୍ଡିଏ ମାର୍ବଲ ପ୍ରସ୍ତର ଦେହରେ କେତୋଟି ଧାଡ଼ି– ''ତେସ ଘାଁସିଲେ ଆଜି ଦିୟେଛ ଆର୍ତ୍ତୀ ଧକ୍କା ହୋ ମକନ କସ୍କୁ ନାରାଖି କୀର୍ତ୍ତି। '' ନେପାଳୀ ଭାଷାର କବିତା। ହିନ୍ଦୀର ମିଶ୍ରଣ। ମନ୍ଦିର ଭିତରକୁ ଆଉ ଯାଇ ପାରିନି। ପ୍ରାଣରେ ଆସ୍ତିକତା କିନ୍ତୁ କାର୍ଯ୍ୟରେ ମୋର ନାସ୍ତିକତା। ପିଲାଦିନେ ମୁଁ ଥିଲି ନୈଷ୍ଠିକ ବ୍ରାହ୍ମଣ। ଧର୍ମ ପ୍ରତି ମୋର ପ୍ରଗାଢ଼ ନିଷ୍ଠା ଥିଲା। ମୁଣ୍ତରେ ଚୁଟି ଥିଲା। ସନ୍ଧ୍ୟା ଚଳୁ ରୀତିମତ କରୁଥିଲି। ମୋର ବଡ଼ମାମୁଁଙ୍କ ଛାଞ୍ଚରେ ପୂରା ଗଢ଼ି ହୋଇଥିଲି। ପିଲାଦିନେ ମନେଅଛି ବ୍ରତ ହେବ ପାଇଁ ମନରେ ଥିଲା ପ୍ରବଳ ଉଦ୍ବିଗ୍ନତା। ନନା ପଇସା ଅଭାବରେ ବଡ଼ୁ କରି ପାରୁ ନଥିଲେ, ସେଥିଲାଗି ସେ ସବୁବେଳେ ଚିନ୍ତିତ ଥିଲେ। ଗରିବ ବ୍ରାହ୍ମଣ ଜୀବନରେ ଏ ଏକ ବଡ଼ ସମସ୍ୟା।